କାରଣ ମୁଁ ଆପଣଙ୍କୁ କୌଣସି ଆନନ୍ଦ ଦାନ କରି ପାରି ନ ଥାନ୍ତି। ' 'କାହିଁକି? ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ତ' ହସଖୁସିର ଖୋରାକ ଯୋଗାଇ ପାରିଥାନ୍ତା! କେତେ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି-କେତେ ନୂଆ ସ୍ଥାନ ଦେଖିଛନ୍ତି। ତହିଁରେ କେତେ ପ୍ରାଣ, କେତେ ରୋମାଞ୍ଚ। ଆଉ ଆପଣ କହିଲେ ସେ କଥାରେ ଆମେ ଆନନ୍ଦ ପାଇ ପାରି ନ ଥାନ୍ତୁ ବୋଲି? ' ମହାପାତ୍ରବାବୁ ଉତ୍ତର ଦେଲେ। ''ବିଶ୍ୱାସ କରନ୍ତୁ, ମୋର ବ୍ୟକ୍ତିଗତ ଜୀବନ ଦୁଃଖପୂର୍ଣ୍ଣ। ସେ ଆମ ପରିବାରର ଅଶ୍ରୁରେ ଲେଖା ହୋଇଛି। ଏଇ ଚାକିରି ଜୀବନକୁ ଆଦରି ନେଇ ଓ ତାରି ଭିତରେ ନିଜକୁ ନିମଗ୍ନ ରଖି ମୁଁ ସେହି ଦୁଃଖର ଇତିହାସକୁ ଭୁଲିଯାଏଁ। ଆପଣଙ୍କୁ ଶୁଣିଲେ ଖରାପ ଲାଗିବ। ସେ କଥା କହି ଆପଣଙ୍କ ଖୁସିବାସିଆ ମନଟାକୁ ଦୁଃଖ ଦେବାକୁ ଚାହୁଁ ନାହିଁ। କିନ୍ତୁ ମୁଁ ସେତେଟା ସ୍ୱାର୍ଥପର ନୁହେ। '' ସମସ୍ତେ ବନଲତା ଦାସକୁ ଆଶ୍ଚର୍ଯ୍ୟ ଆଖିରେ ଅନାଇ ଥିଲେ। ଏଇ ବନଲତା ଦାସ, ଯାହାର ମୋହାଚ୍ଛନ୍ନ ଆଖିରେ ମଧୁବସନ୍ତର ପରିପ୍ରକାଶ, ଯାହାର ରକ୍ତ ଲୋହିତ ଓଷ୍ଠରେ ରଙ୍ଗୀନ ମଦର ବିଳାପ ମିଶିଛି, ତାର ଜୀବନ ଇତିହାସ ଏତେ ଦୁଃଖମୟ ହୋଇପାରେ? ସେ ଦୁଃଖ କଣ ତାର ଭୟଭୀତ ହେଲାନାହିଁ? ଗୋଟିଏ ରୂପସୀ ତରୁଣୀ ଜୀବନରେ ଯେ କିଛି ଦୁଃଖପୂର୍ଣ୍ଣ ସମସ୍ୟା ଥାଇପାରେ, ଏଇ ପ୍ରଥମ କରି ସେମାନେ ଶୁଣିଲେ। ତରୁଣୀର ରୂପ ଯୌବନ ତାହାହେଲେ ଦୁଃଖ-ରହିତ ନୁହେ? 'ଏ କଣ କହିଲେ ଆପଣ? ଆମ୍ଭମାନଙ୍କ ଆଗରେ ଯଦି ଆପଣ ବ୍ୟକ୍ତିଗତ ଜୀବନର କେଇଟି ଅର୍ଥପୂର୍ଣ୍ଣ ପରିଚ୍ଛଦକୁ ବ୍ୟକ୍ତ କରି ଦୁଃଖର ପରିମାଣଟାକୁ ଲାଘବ କରିବାରେ ସମର୍ଥ ହୋଇ ପାରନ୍ତି, ତାହାହେଲେ ଆମେ ସେ ସବୁ ଶୁଣିବାକୁ ପ୍ରସ୍ତୁତ ଅଛୁଁ। 'ବହୁମୂଲ୍ୟ ସମୟ ନଷ୍ଟ ହେବ, ବରଂ ମୁଁ ଚାଲିଯାଇଛି। ' ବନଲତା ଉତ୍ତର ଦେଲେ। 'ସମୟର କି ମୂଲ୍ୟ ଅଛି ଯେ? ସେ ପ୍ରତିଟି ମୁହୂର୍ତ୍ତ ନଷ୍ଟ ହେଉଛି। ଆପଣ କହନ୍ତୁ। ' ମିଶ୍ରବାବୁ ଜିଦ୍ ଧରିଲେ। 'ଶେଷରେ ଦୋଷ ଦେବେନାହିଁ କି ମୋ ସମସ୍ୟା ଉପରେ ଗୁରୁତ୍ୱ ଦେବେନାହିଁ। କାରଣ ମେ' ଜାଣିବାରେ ପ୍ରତିଟି ଗ୍ରାମ ସେବିକାମାନଙ୍କର ଚାକିରି ମୂଳରେ କିଛିନାଁ କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା ରହିଛି। ହୁଏତ ସାମାନ୍ୟ କେତୋଟି ଝିଅ ସୌଖିନ ଭାବରେ ଏ ଜୀବନକୁ ସୌଖିନ-ଖିଆଲରେ ଗ୍ରହଣ କରିନାହିଁ। ମୋର ଦାୟିତ୍ୱ, ମୋର ସଂସାର ମୋତେ ଏହା କରିବାକୁ ବାଧ୍ୟ କଲା। ଏତେ ଝିଅ ପାଠ ପଢ଼ୁଛନ୍ତି। କିନ୍ତୁ ଚାକିରି ସେମାନଙ୍କର ଲକ୍ଷ ନୁହେଁ। ବିବାହିତା ଜୀବନରେ ସଂସାରକୁ ଶ୍ରୀଯୁକ୍ତ ଓ ଶାନ୍ତିମୟ କରିବାରେ ସେମାନେ ନିୟୋଜିତା। କେବଳ ଅବସ୍ଥାହିଁ ବୟସୀ ଝିଅକୁ ଚାକିରି ଭିତରକୁ ଠେଲିଦିଏ। ମୋ ବାପା ବଞ୍ଚିଥିଲାବେଳେ ମୁଁ ଏ ଚାକିରି ସ୍ୱପ୍ନ ଥରେ ହେଲେ ଦେଖି ନଥିଲି। କିନ୍ତୁ ସେ ବର୍ଷର ମହାନଦୀର ବନ୍ୟା ତାଣ୍ଡବ ଆମ ଗାଁଟାକୁ ଛାରଖାର କରିଦେଲା। ଏକର ଏକର, ଆବାଦୀ-ଜମି, ଅନାବାଦୀ ବାଲୁଚରରେ ପରିଣତ ହେଲା-। ଅସ୍ଥାବର ସଂପତ୍ତିର ଖବର ରଖୁଛି କିଏ? ଗାଈ, ବଳଦ, ମଇଁଷି ପ୍ରଭୃତି ଗୃହପାଳିତ ପଶୁ ଆଖି ଆଗରେ ବନ୍ୟା ତରଙ୍ଗରେ ଭାସିଗଲେ। ମୋର ଗୋଟିଏ ଛୋଟ ଭଉଣୀ ସାଙ୍ଗରେ ଭାଇ ଦୁଇଟି ବି ସଲିଳ ସମାଧି ନେଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଯାଉ ଯାଉ ବାପାଙ୍କର କାଳ ହେଲା-। ଏତେବଡ଼ ପୃଥିବୀରେ ଖାଲି ମାଆ ଓ ସାନଭଉଣୀଟିଏ ବ୍ୟତୀତ ଆଉ କେହି ରହିଲେ ନାହିଁ-। ଅଭାବ ଅନାଟନ